ଯାହା ଚାଲିଗଲାପରେ ଦେହର 'ମୁଁ' କହିବା ଶକ୍ତି ଚାଲିଯାଏ, ତାହା ହିଁ 'ମୁଁ' ବା ଆତ୍ମା। ମନୁଷ୍ୟ ଏହା ଜାଣି ସୁଦ୍ଧା କୋମଳ ଶଯ୍ୟାରେ ଶୋଇ "ମୁଁ ସୁଖରେ ଶୋଇଲି" କହେ, ପୁଣି ଅଧିକତର କୋମଳ ଶଯ୍ୟା ପାଇଁ ବ୍ୟାକୁଳ ହୁଏ। ଇନ୍ଦ୍ରିୟଗୁଡ଼ିକ ଅତିରିକ୍ତ ସୁଖରେ ରଖି ଲାଭ କଅଣ? ଅବଶ୍ୟ ଦେହ ନଷ୍ଟ ନ ହେବା ପାଇଁ ଯେତିକି ଦରକାର ସେତିକି କରିବାକୁ ହେବ। "ମୁଁ"ର ଉତ୍ତମ ଅର୍ଥ ଆତ୍ମା, ମଧ୍ୟମ ଅର୍ଥ ବିବେକ ଯୁକ୍ତ ମନ ଏବଂ ନିକୃଷ୍ଟ ଅର୍ଥ ଦେହ। ମନୁଷ୍ୟ ବାରମ୍ବାର ଚେଷ୍ଟା କଲେ କେଉଁ ଅଭ୍ୟାସଟା ସାଧି ନ ହେବ? ଆମ୍ଭେମାନେ ତ ଦେଖୁଛନ୍ତି ଏବଂ ବିଶ୍ଵାସ ଯୋଗ୍ୟ ଖବରରେ ଶୁଣୁଛନ୍ତି, କେତେ କେତେ ଲୋକ ଅତି ଅଦ୍ଭୁତ ଧରଣ ଅଭ୍ୟାସଗୁଡ଼ିକରେ କୃତକାର୍ଯ୍ୟ ହୋଇଛନ୍ତି। କ୍ରୀଡ଼ା ଚକ୍ରରେ ଅବଳାମାନଙ୍କର ଆଶ୍ଚର୍ଯ୍ୟଜନକ କ୍ରୀଡ଼ାମାନ, ଅଧିକ ପରିମିତି କୌଣସି ମାଦକ ଦ୍ରବ୍ୟ ସେବନ, ଅଧିକ ପରିମିତ ଜଳପାନ ଓ ଦୈନିକ ଅଧିକ ଶାରୀରିକ ପରିଶ୍ରମ ପ୍ରଭୃତିର ମୂଳରେ ଏହି ଅଭ୍ୟାସ ଅଛି। ସେଗୁଡ଼ିକ କଅଣ ପ୍ରଥମେ ଦେହ ଓ ମନ ପକ୍ଷରେ କଷ୍ଟକର ହୋଇ ନ ଥିଲା? ସତ୍କାର୍ଯ୍ୟ ଓ ସତ୍ଗୁଣର ଅଭ୍ୟାସ ବେଶୀ। କଷ୍ଟକର। ବେଶୀ ଜିଦ୍ ନ ଆଣିଲେ ହେବ ନାହିଁ। ବୁଦ୍ଧଦେବ କହିଥିଲେ "କଷ୍ଟରେ ମୋର ମାଂସ, ଚର୍ମ ଓ ହାଡ଼ ପଛେ ମିଳାଇ ଯାଉ; ମୁଁ ମୋର ସାଧନା ଛାଡ଼ିବି ନାହିଁ। ଲକ୍ଷ୍ୟ ସ୍ଥଳରେ ନିଶ୍ଚୟ ପହଞ୍ଚିବି। " ମହାତ୍ମା ଗାନ୍ଧୀ ବହୁ ବର୍ଷ ଧରି ଗାଳି, ମାଡ଼ ଓ କାରାଦଣ୍ଡ ବରଣ କରି ନିଜ ମାତୃଭୂମିର ସ୍ଵାଧୀନତା ଫେରାଇ ଆଣିବାକୁ ଯେଉଁ ଜିଦ୍ ଧରିଥିଲେ, ତାହା କାହାରିକୁ ଅବିଦିତ ନାହିଁ। ଏହିପରି ଜିଦ୍ ଧରି ପ୍ରଥମରେ କଷ୍ଟ ସହିଲେ ଅଭ୍ୟାସ କ୍ରମଶଃ ଦୃଢ଼ ହୋଇଯିବ ଏବଂ ଶେଷରେ ଅମୃତଫଳ ଦେବ। ମନୁଷ୍ୟ ମରିଗଲା ପରେ ଦେହଟି ପଡ଼ିରହେ କିନ୍ତୁ ହଲଚଲ ହୁଏ ନାହିଁ କାହିଁକି? ନିଶ୍ଚୟ ଦେହ ମଧ୍ୟରୁ ଗୋଟିଏ କିଛି ପଦାର୍ଥ ଚାଲି ଯାଇଛି, ଅଥଚ ତାକୁ କେହି ଦେଖିପାରି ନାହାନ୍ତି-। ଦେହ ବୋଲି ଯାହା ରହିଲା ତାହାତ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ ଏହି ପଞ୍ଚଭୂତର ସମଷ୍ଟି। ଏହି ପଞ୍ଚଭୂତ ବିରାଟ ପାଞ୍ଚଭୂତରେ ମିଶିଯିବ। କିନ୍ତୁ ଅଦୃଶ୍ୟମାନ ଅତି ସୂକ୍ଷ୍ମ ପଦାର୍ଥଟି କେଉଁ ଭୂତରେ ମିଶିବ? କିଏ କାହା ସହିତ ମିଶେ-? ରୂପ, ଆକାର ଓ କାର୍ଯ୍ୟ ଯାହାର ଯାହା ସହିତ ସମାନ ଥାଏ। ଅତଏବ ଦେହରୁ ନିର୍ଗତ ସୂକ୍ଷ୍ମତମ ପଦାର୍ଥ କାହରି ସହିତ ନ ମିଶି ନିଶ୍ଚୟ ସ୍ଵତନ୍ତ୍ର ରହିବ। କିଛି ଦିନ ସ୍ଵତନ୍ତ୍ର ରହିବା ପରେ ତାହାର ଯେଭଳି ସ୍ଥାନରେ ବାସ କରିବା ଚିର ଅଭ୍ୟାସ, ସେ ସେପରି ସ୍ଥାନ ଅର୍ଥାତ୍ ଆଉ ଗୋଟିଏ ଦେହ ଅନ୍ଵେଷଣ କରିବ ଏବଂ ସେଥିରେ ଯାଇ ରହିବ। ଏହି ଆତ୍ମା ଆକାଶ, ବୃଷ୍ଟିଜଳ ଓ ଫଳମୂଳ ପ୍ରଭୃତି ବାଟ ଦେଇ ପୁଣି ମାତୃଗର୍ଭରେ ଆଶ୍ରୟ ନିଏ ବୋଲି କେତେକ ବୈଜ୍ଞାନିକ ପଣ୍ଡିତ କହନ୍ତି-। ଯଦି କେହି କହେ, ଏହି ବିରାଟ ସୂକ୍ଷ୍ମତମ ପଦାର୍ଥ ଈଶ୍ଵରଙ୍କ ସହିତ ମିଶିଯିବ। ତାହାର ଉତ୍ତରରେ କୁହାଯାଇ ପାରେ, ହଁ ମିଶନ୍ତା ଯଦି ମରିବା ପୂର୍ବରୁ ତାହାର କାର୍ଯ୍ୟକଳାପ ଈଶ୍ଵରଙ୍କ କାର୍ଯ୍ୟପରି ହୋଇଥାନ୍ତା। ଯାହାଙ୍କ କାର୍ଯ୍ୟ ଈଶ୍ଵରଙ୍କ କାର୍ଯ୍ୟପରି ସତ୍ ଓ ନିର୍ମଳ, ତାହାଙ୍କର ମୃତ୍ୟୁ ପରେ ତାହାଙ୍କର ଆତ୍ମା ଈଶ୍ଵରଙ୍କ ପାଖକୁ ଯାଇ ମିଶିଯିବ କିମ୍ବା